'' କ୍ରମେ ଆମ୍ଭମାନଙ୍କର ଯାତ୍ରା ଶେଷ ହେଲା। ନାସିଗ୍ କହିଲେ, ''ଏଇ ଦେଖ ଆମ୍ଭମାନଙ୍କ ରାଜଧାନୀ ଦେଖାଯାଉଛି। ତୁମେ କେଉଁଠାରେ ଓହ୍ଲାଇବାକୁ ଚାହଁ। '' ମୋର ଇଉଓୟାରକିର କଥା ମନେପଡ଼ିବାରୁ ମୁଁ ପ୍ରଥମେ ତାଙ୍କରି ଅତିଥି ହେବାକୁ ଇଚ୍ଛା ପ୍ରକାଶ କଲି। ନାସିଗ୍ କହିଲେ, ''ପ୍ରଥମେ ରାଜଦର୍ଶନ କରିବ ନାହିଁ? '' ତୁମେ ତୁମର ମହାମହିମ ରାଜାଙ୍କୁ ମୋର ଶ୍ରଦ୍ଧା ଓ ଅଭିନନ୍ଦନ ଜଣାଅ। ମୁଁ ଟିକିଏ ବିଶ୍ରାମ ପରେ ତାଙ୍କର ଆଦେଶ ପାଇଲେ ତାଙ୍କର ଚରଣ ବନ୍ଦନା କରିବି। ନାସିଗ୍ ମୋତେ ନେଇ ପ୍ରଥମେ ଇଉଓୟାରକି ଘରକୁ ଆସିଲେ। ଇଉଓୟାରକି ଆସି ମୋ'ଠାରୁ କ୍ଷମା ଚାହିଁଲେ। ମୁଁ ତାହାଙ୍କୁ କହିଲି, ''ଭାଇ, ଆଜ ତୁମରି ଅନୁଗ୍ରହରେ ମୁଁ ଶୂନ୍ୟପଥରେ ଭ୍ରମଣ କରିପାରିଲି। '' ଏହାପରେ ତାଙ୍କ ବାବା ଆସି ମୋତେ ଆଶୀର୍ବାଦ କଲେ। ନାନା ଫୁଲ, ଫଳ ଓ ପାନୀୟଦ୍ୱାରା ତୃପ୍ତିଲାଭ କଲି। ଏ ଦେଶର ସୂର୍ଯ୍ୟକିରଣ ସେମିତି ପ୍ରଖର ନୁହେଁ। ଚତୁର୍ଦ୍ଦିଗର ଶୋଭା ଅପୂର୍ବ ସୁନ୍ଦର। ବୃକ୍ଷରାଜିର ଶୋଭା ବିଚିତ୍ର, କେତେ ଫୁଲ କେତେ ଫଳ। ଏ ଦେଶର ସମସ୍ତ ନରନାରୀ ମୁହଁରେ ଯେମିତି ସଦାବେଳେ ପ୍ରସନ୍ନତା ଲାଗି ରହିଛି। ଅପରାହ୍ନରେ ରାଜାଙ୍କ ଆହ୍ୱାନ କ୍ରମେ ରାଜଦରବାରକୁ ଗଲି। ରାଜା ମୋର ସମାଦର ସହକାରେ ହାତ ଧରି ଚାଲିଲେ। ମୁଁ ଆଣ୍ଠୁମାଡ଼ି ତାହାଙ୍କୁ ପ୍ରଣାମ କଲି। ଦୁଇଧାରରେ ଲ୍ଲୁମମାନେ ମୋ ସଙ୍ଗରେ ଚାଲିଲେ। ପ୍ରକାଣ୍ଡ ପ୍ରାସାଦ। ପ୍ରାସାଦର ଦୁଇ ଦିଗରେ ବାରନ୍ଦା। ଗୋଲାକାର ମଣିମୁକ୍ତା ଖଚତି ଆଲୋକ ଧାରରେ ଉଜ୍ଜ୍ୱଳ ଆଲୋକ ରଶ୍ମି ବିଚ୍ଛୁରିତ ହୋଇପଡ଼ୁଛି। ସିଂହାସନ ପାର୍ଶ୍ୱସ୍ଥ ଏକ ଆସନରେ ବସିଲି। ରାଜା କହିଲେ, ''ବନ୍ଧୁ ବୁଲୁ! ତୁମେ ନିରାପଦରେ ଏତେ ଅଳ୍ପ ସମୟ ମଧ୍ୟରେ ଯେ ଏଠାରେ ଆସି ପହଞ୍ଚିଲ, ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମର ଆଗମନରେ ଆମ ରାଜ୍ୟର ସମସ୍ତେ ସନ୍ତୁଷ୍ଟ ହୋଇଛନ୍ତି। ଆଜି ମୁଁ ତୁମକୁ କୌଣସି କଷ୍ଟ ଦେବିନି। ମୁଁ ତୁମର ରହିବାପାଇଁ ଅନ୍ୟ ଏକ ପ୍ରାସାଦର ବନ୍ଦୋବସ୍ତ କରିଛି ସେହିଠାରେ ଅବସ୍ଥାନ କରିବ। ମୁଁ ଇଉଓୟାରକିଙ୍କ ଠାରୁ ତାଙ୍କ ଭାଷା ଖୁବ୍ ଭଲଭାବରେ ଶିକ୍ଷା କରିଥିଲି। ତେଣୁ ମୁଁ ରାଜକୀୟ ସମ୍ଭାଷଣଦ୍ୱାରା ରଜା ତଥା ଦରବାରରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିଲି ବୋଲି ମନେକଲି। ସେଦିନ ପାଇଁ ସମସ୍ତଙ୍କଠାରୁ ବିଦାୟ ନେଇ ମୋ ନୂତନ ଗୃହକୁ ଲ୍ଲୁମମାନଙ୍କ ସହିତ ଆସିଲି। ଗୃହଟି ପ୍ରକାଣ୍ଡ ଖିଲାଣ। ଖିଲାଣ ଭିତରେ ସିଡ଼ି ପାହାଚ ତଳକୁ ଓହ୍ଲାଇଯାଇଛି। ପାହାଚଗୁଡ଼ିକ ପ୍ରକାଣ୍ଡ ଓ ପ୍ରସ୍ତର ନିର୍ମିତ। ପାହାଚ ଅତିକ୍ରମ କରି ଗୋଟିଏ ଅତି ସୁନ୍ଦର କକ୍ଷ ଭିତରକୁ ଆସିଲି। ଏଠାରେ ଅନେକଗୁଡ଼ିଏ ଆଲୋକ ଜଳୁଥାଏ। ଘରର ଚାରିଧାରରେ ମଣିମୁକ୍ତାର କି ସୂକ୍ଷ୍ମ କାରୁକାର୍ଯ୍ୟ। ମୁଁ ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଥିଲି। କେତେକ୍ଷଣ ବିଛଣାରେ ଶୋଇ ବି ଭାବୁଥିଲି। ଦେଖିବାକୁ ପାଇଲି ସେହି ଘର ପାର୍ଶ୍ୱରେ ଗୋଟିଏ ଛୋଟ ଦରଜା। ସେହି ଦରଜାଟି ଖୋଲିବା ମାତ୍ରକେ ଆଉ ଗୋଟିଏ ଘର ଦେଖିବାକୁ ପାଇଲି। ତା' ଭିତରକୁ ଯାଇ ଦେଖିଲି, ସେହିଟି ପ୍ରସ୍ତର ନିର୍ମିତ। ପ୍ରାଚୀର, ଛାତ ସର୍ବତ୍ର ନାନାରୂପ ସ୍ୱର୍ଣ୍ଣ କାରୁକାର୍ଯ୍ୟ ଖଚିତ। ମଧ୍ୟସ୍ଥଳରେ ଗୋଟିଏ ସ୍ତମ୍ଭରେ ଆଲୋକ ଜଳୁଛି। ଗୋଲାକାର ଆଲୋକଧାରାଟି ସ୍ତମ୍ଭର ଅତି ଉଚ୍ଚରେ ସ୍ଥାପିତ। ସେଠାରୁ ମୃଦୁ ମୃଦୁ ଆଲୋକ ରଶ୍ମି ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହେଉଛି। ମୁଁ ସେଇ ଦେଶ ସମ୍ବନ୍ଧରେ ନାନା କଥା ଭାବୁଥିବାବେଳେ ଦେଖିବାକୁ ପାଇଲି ଦଳେ ଲୋକ ସେହି ଘର ଆଡ଼କୁ ଆସୁଛନ୍ତି। ସେମାନେ ମୋ ନିକଟରେ ଆସି ପହଞ୍ଚିଲେ ଏବଂ ପ୍ରସ୍ତର ନିର୍ମିତ ଗୋଟିଏ ଟେବୁଲ ଉପରେ ନାନାବିଧ ଖାଦ୍ୟଦ୍ରବ୍ୟ ରଖିଲେ। ଏତେ ପ୍ରଚୁର ପରିମାଣର ଖାଦ୍ୟଦ୍ରବ୍ୟ ସେମାନେ ଆଣିଥିଲେ ଯେ, ମୋ'ଭଳି ଶହେ ଜଣ ଲୋକ ତାହା ଖାଇ ଶେଷ କରିପାରିବେ ନାହିଁ। ପ୍ରତ୍ୟେକଟି ଖାଦ୍ୟଦ୍ରବ୍ୟ ଏପରି ସୁଖାଦ୍ୟ ଥିଲା ଯେ, ମୁଁ ପ୍ରତ୍ୟେକଟିରୁ କିଛି ନାନା କିଛି ଗ୍ରହଣ କଲି। ମୋର ଖାଇବା ଶେଷ ହେବା ପରେ ଜଣେ ଭୃତ୍ୟ ମୋତେ ଶୋଇବା ଘରକୁ ନେଇଚାଲିଲା। ଶୋଇବା ଘରଟି ଯେପରି ସୁନ୍ଦର ସେପରି ସୁସଜ୍ଜିତ। ମୁଁ ଖୁବ୍ କ୍ଳାନ୍ତ ହୋଇପଡ଼ିଥିଲି। ତେଣୁ ଖୁବ୍ ଶୀଘ୍ର ମୋ ଲୁଗାପଟା ଦେହରୁ ଖୋଲି ଶୋଇପଡ଼ିଲି। ପରଦିନ ଅତି ପ୍ରତ୍ୟୁଷରୁ ମୋ ନିଦ ଭାଙ୍ଗିଲା। ଉଠି ଦେଖିଲି, ମୋ ଘଡ଼ିରେ ନଅଟା ବାଜିଲାଣି। ମୁଁ ପ୍ରାୟ ଅଠର ଘଣ୍ଟା କାଳ ଶୋଇପଡ଼ିଥିଲି। ଶୀଘ୍ର ହାତ ମୁହଁ ଧୋଇ ଇଂରେଜ କାପ୍ଟେନର ପୋଷାକ ପରିଧାନ କଲି।